ଉତ୍କଳ ଖଣ୍ତରେ ପ୍ରତିଭା କ'ଣ ସୃଷ୍ଟି ହୋଇ ପାରିଲା ନାହିଁ-? ଏହାର ଉତ୍ତରରେ ଅନେକ ସାହିତ୍ୟିକ କହନ୍ତି ଯେ ପ୍ରତିଭା ସୃଷ୍ଟି ହୋଇଛି କିନ୍ତୁ ପ୍ରତିଭା ଆଦରଣୀୟ ହୋଇ ନାହିଁ। ପ୍ରକୃତ କଥା ହେଉଛି ଯେ ସେହିପରି ଅସାଧାରଣ ପ୍ରତିଭାର ବିକାଶ ପାଇଁ ଅଧିକାଂଶ ଲୋକ ହୀନ, ମୂର୍ଖ ଓ ଦୁର୍ବଳ ହେଇଥିବା ଦରକାର। ଉତ୍କଳ ଖଣ୍ତରେ ଅଧିକାଂଶ ଲୋକ ନିଜର ପ୍ରତିଭା ବିଷୟରେ ସଚେତନ। ଲେଖକ ଓ ପାଠକଙ୍କ ମଧ୍ୟରେ ଗୁଣାତ୍ମକ ମାନର ବିଷମତା ନାହିଁ। ତେଣୁ ସ୍ଥାନୀୟ ବିଚାରରେ ପ୍ରତିଭା କହିଲେ ବୁଝିବାକୁ ହୋଇଛି ସ୍ୱୀକୃତିପ୍ରାପ୍ତ ପ୍ରତିଭା। ଆଉ ଏହି ସ୍ୱୀକୃତି ପଛରେ ଜନ ସମର୍ଥନ ନଥିବାରୁ ଏହି ସ୍ୱୀକୃତିପ୍ରାପ୍ତ ପ୍ରତିଭା ସାଧାରଣରେ ସମର୍ଥିତ ନୁହେଁ। କିନ୍ତୁ ଉତ୍ସାହୀ ହେବା ଯେ ସଭ୍ୟତା ଓ ସଂସ୍କୃତିର ଗୋଟିଏ ଚିହ୍ନ-ଏତକ ଆମେ ସ୍ୱୀକାର କରିବାକୁ ନାରାଜ। ଆମେ ଓଡ଼ିଶାରେ ଉତ୍ସାହ ଦେଖାଇବାରେ ଅନୁଷ୍ଣ କିନ୍ତୁ ପ୍ରତିଭାର ମୂଲ୍ୟାୟନ କରି ନିରବ ସମର୍ଥନ ଦେବାରେ ବିମୁଖ ନୋହୁଁ। ଏବେ ଶୁଖିଲା ତୁଣ୍ତ-ସୁଆଦିଆ ସଭ୍ୟ ସମାଜରେ ସମସ୍ତଙ୍କୁ ଭଲ-ଭଲ କହିବା, ଖୁସି ହେବା ପରି ଦେଖାଇବା ଓ ଆଘାତ ନ କଲା ପରି କହିବା ଗୋଟିଏ ପ୍ରଚଳିତ ଧାରା। ଏହି ଧାରାରେ ଚଳିବା ମଧ୍ୟ ଗୋଟିଏ ଅଭ୍ୟାସ। ଶାନ୍ତିନିକେତନର ଛାତ୍ର ଓ ଅଧ୍ୟାପକମାନେ ଯେତେବେଳେ ଓଡ଼ିଶାର ଛାତ୍ର ଓ ଅଧ୍ୟାପକଙ୍କ ମେଳରେ ଏକାଠି ଦେଖା ପଡ଼ନ୍ତି ସେତେବେଳେ ଆମର ଆଭିମୁଖ୍ୟ ବାରି ହୋଇଯାଏ-। ଶାନ୍ତିନିକେତନରେ କିଛି ବର୍ଷ ରହିଥିବା ଲୋକେ ନିଶ୍ଚିତ ଭାବରେ ଅଧିକ ଦରଦୀ ଓ ହୃଦୟବାନ ଜଣାପଡ଼ନ୍ତି। ଏହି ବ୍ୟବହାରର ଦରଦ ଓ ହୃଦୟବାନ୍-ସମୁଚିତ ବ୍ୟବହାର ନିଶ୍ଚିତ ଭାବରେ ସାହିତ୍ୟ-ଆଧାରିତ ସଂସ୍କୃତି। ସାହିତ୍ୟ ହୃଦୟର ସୂକ୍ଷ୍ମ ଓ କୋମଳ ତରଙ୍ଗର ଅଭିବ୍ୟକ୍ତି। ତେଣୁ ସାହିତ୍ୟିକର ପ୍ରତିଭାର ମୂଲ୍ୟାୟନ କଲାବେଳେ ଆମେ ଏହି ସାଂସ୍କୃତିକ ଆଭିମୁଖ୍ୟ ପ୍ରତି ଦୃଷ୍ଟି ରଖିବା ବୋଧହୁଏ ପ୍ରୟୋଜନ। ଯଦି ଏହି କଥା ଠିକ୍ ଅର୍ଥାତ୍ ଆମେ ଉଚ୍ଚତର ସଂସ୍କୃତିର ଅଧିକାରୀ ତାହାହେଲେ ଆମର ଭିତର ଓ ବାହାର ସମାନ ପ୍ରକାରରେ କୋମଳ ହେବା ଦରକାର। ଅପରର ଶିକ୍ଷା ଓ ସଂସ୍କୃତି ପାଇଁ ଆମର ସହାନୁଭୂତି ରହିବା ଦରକାର। ଏଇଠି ଗୋଟିଏ ଅଡ଼ୁଆ ରହିଛି-ସିଏ ହେଲା ଆମର ଅଭ୍ୟସ୍ତ ଚିନ୍ତାଧାରା। ଓଡ଼ିଶାର ଲୋକେ ଜର୍ମାନ ଜାତି ଅବା ଜୁଲୁ ଜାତି ପରି ଗୋଟାଏ ପ୍ରକାରର ଆଭ୍ୟନ୍ତରୀଣ ନିୟନ୍ତ୍ରଣର ଅଧୀନ। ଆମେ ସମସ୍ତେ ଜଣେ କାହାରି ବାହୁଛାୟା ତଳେ ରହିବାକୁ ସୁଖ ପାଉ। ଏହି ବାହୁଛାୟା ଗୋଟିଏ ସମର-ଆଧାରିତ ସମାଜର ପରି ପ୍ରକାଶମୂଳକ ଶଦ୍ଦ। ଏହାର ଅର୍ଥ ଠିକ୍ ମୂରବି ବା ଗାର୍ଜନ ନୁହେଁ। ଏହା ଗୁରୁ-ଶିଷ୍ୟର ସମ୍ୱନ୍ଧ ନୁହେଁ। ଏପରିକି ନେତା-କର୍ମୀର ସମ୍ୱନ୍ଧ ନୁହେଁ। ଏହା ଗୋଟିଏ ସାମନ୍ତବାଦୀ ଶଦ୍ଦ। ଏହାର ତାତ୍ପର୍ଯ୍ୟ ଆମର ଏପରି ମଜ୍ଜାଗତ ଯେ ବାହୁଛାୟା ନ ମିଳିଲେ ଆମକୁ ଯେମିତି ଖରାପ ଲାଗେ ଠିକ୍ ସେମିତି ବାହୁଛାୟା ତଳକୁ କେହି ନ ଆସିଲେ ବାବୁ ବି ବିଗିଡ଼ିଯାଏ। ଜୁଲୁମାନଙ୍କର କଥା ଅଛି-କାଖତଳେ ତା'କୁ ନେଲି। ଅର୍ଥାତ୍ ସେ ମୋର ଆଶ୍ରିତ ହେଲା। ଏହି ବାହୁଛାୟା ପରି ଶଦ୍ଦ ତେଲୁଗୁ, ତାମିଲ ଓ ମାଲୟାଲମ ସାହିତ୍ୟରେ ନାହିଁ। କିନ୍ତୁ ବିହାର ଅଞ୍ଚଳରେ ଅର୍ଥାତ୍ ଉତ୍ତର ପ୍ରଦେଶ ଓ ବିହାରରେ ଅଛି। ବଙ୍ଗଳାରେ ନାହିଁ-ଆସାମରେ ନାହିଁ। ବାହୁଛାୟାର ଆଧିକ୍ୟ ଆମର ଓଡ଼ିଆ ସମାଜରେ ଗୋଷ୍ଠୀ ଓ ଆଞ୍ଚଳିକତା ପାଇଁ ଦାୟୀ-। ଆମର ଓଡ଼ିଶାର ଛତିଶି ପାଟକ ଏହି ବାହୁଛାୟାର ଦର୍ଶନ ତତ୍ତ୍ୱରେ